ସଂସାର ତ୍ୟାଗୀ ସନ୍ନ୍ୟାସୀ ତ ବୁଦ୍ଧଦେବଙ୍କର ସକାମ ତାପସ ବ୍ରତ ସୁକଠୋର ହେଲେହେଁ ଆତ୍ମାର ଶାନ୍ତି ସମ୍ପାଦନ କରି ନ ପାରେ—ବାଣୀ ଆମକୁ ଶୁଣାଇ ଅର୍ଥ କାମନା କରୁଛନ୍ତି ଆଉ ଆମେ ଅଜସ୍ର ଅର୍ଥ ବିନିମୟରେ ଶିକ୍ଷା ଆହରଣ କଲୁ। କେତେ ଉନ୍ନିଦ୍ର ରଜନୀ କଟାଇ ସ୍ୱାସ୍ଥ୍ୟକୁ ତିଳ ତିଳ କରି ଜାଳି ପୋଡ଼ି ଦେଇଚୁ। ବଣର ପୋଡ଼ା ଗଛ ତ ପାଣି, ପବନ, ଖତ ପାଇଲେ ପୁଣି କଅଁଳିବ? ଆମେ ଅର୍ଥ ବିନିମୟରେ ସେବା କରିବୁ। ତାଛଡ଼ା ଲୋକସଂଖ୍ୟା ଏତେ ବଢ଼ି ଗଲାଣି ଯେ, ଏପରି ବୁଭୁକ୍ଷୁଙ୍କ ଘରେ ନବାଗତର ପଦଯାତ୍ରା କଳ୍ପନା କରିବା ଦୋଷଯୁକ୍ତ। ପ୍ରସବ ପୂର୍ବରୁ ଚିକିତ୍ସା ଅଭାବରେ ଏ ଆସନ୍ନପ୍ରସବା ମରିବ ନାହିଁ ତ ପ୍ରସୂତିଶଯ୍ୟାରେ ମରନ୍ତା। ଇଆର ଯେଉଁ ସେଥା ଦିହ, ଆଖିର ରଙ୍ଗ ଯାହା, ମୁଁ କାହିଁକି ନାରୀହତ୍ୟା ବୋଝ ମୁଣ୍ଡାଇବି? ଏକ ନିଶ୍ୱାସରେ ଏତକ କହିଦେଇ ଡାକ୍ତରାଣୀ ଧଇଁସଇଁ ହୋଇଗଲେ। 'ଆଲୋ ସଖୀ, ଆପଣା ମହତ ଆପେ ରଖି' ଏଇ ଦୁହାଟିକୁ ମନେ ପକାଇ ସହାନୁଭୂତିଶୀଳ ଜନତା କ୍ରମେ କ୍ରମେ ମିଳେଇ ଯିବାକୁ ଆରମ୍ଭ କଲା। ଡାକ୍ତରାଣୀଙ୍କ ଯୁକ୍ତି ଯେପରି ଆକସ୍ମିକ, ସେହିପରି ବିସ୍ମୟକର ମଧ୍ୟ। ଜଣେ ଡାକ୍ତରାଣୀଙ୍କୁ ବୁଢ଼ା ବୁଢ଼ୀ ସାକ୍ଷାତ ଦେବୀ ମନେକରି ଦଉଡ଼ି ଆସିଥିଲେ। ମାତ୍ର ତାଙ୍କର ଏବଂବିଧ ଚିନ୍ତା ଓ ବିଚାରରେ ସେ ଦୁହେଁ ହତବାକ୍ ହୋଇଗଲେ। ନେତା ଜଣକ ବି ତାଙ୍କ ମନ ଓ ହୃଦୟର ସ୍ପନ୍ଦନରୁ ସମ୍ପୂର୍ଣ୍ଣ ହୃଦୟଙ୍ଗମ କଲେ ଯେ, ଏହି ଡାକ୍ତରାଣୀ ଅଧ୍ୟାତ୍ମିକ ଦିଗ ପ୍ରତି ମୋଟେ ଗୁରୁତ୍ୱ ଦେଇ ନାହାନ୍ତି। କେବଳ ଜଡ଼ବାଦର ଆରାଧନାରେ ସେ ବ୍ୟସ୍ତ। ଅତୁଳନୀୟ ସମ୍ପତ୍ତିର ଅଧିକାରିଣୀ ହେବାର ଲିପ୍ସା ତାଙ୍କୁ ପାଷାଣରେ ପରିଣତ କରିଦେଇଚି। ସେ ବି କାଳ ବିଳମ୍ବ ନ କରି ଚାଲିଗଲେ। ଝିଅଟିର ଦୁଃଖ କଷ୍ଟରେ ପିତାମାତାଙ୍କ ଅଶ୍ରୁରେ ଏକ କୋମଳ ହୃଦୟରେ କମ୍ପନ ଅନୁଭୂତ ହେଲା। ଜନକ ଜନନୀଙ୍କର ଆକୁଳ କ୍ରନ୍ଦନ, ଆସନ୍ନପ୍ରସବାର ବୁକୁଫଟା ରୋଦନ ଏବଂ ଉପସ୍ଥିତ ବ୍ୟକ୍ତିଙ୍କର କରୁଣ କାକୁତି କୌଣସି ଡାକ୍ତରାଣୀଙ୍କର ହୃଦୟ ପରିବର୍ତ୍ତନ କରିପାରିଲା ନାହିଁ-। ସେ ନିଜ ସିଦ୍ଧାନ୍ତରେ ସମ୍ପୂର୍ଣ୍ଣ ଅଟଳ ଓ ଅଚଳ ରହିଥିଲେ। ଅର୍ଥଲିପ୍ସା ଡାକ୍ତରାଣୀଙ୍କୁ ପାରାବାର ଅଭିମୁଖୀ ସ୍ରୋତସ୍ୱତୀ ନଦୀ ପରି ବିନା ଅର୍ଥରେ ସେବାରତା ହେବାର ପ୍ରଚୋଜନା ଦେଇ ପାରି। ନ ଥିଲା। ପିତା ମାତା କେତେ ଆଶା ଆକାଙ୍କ୍ଷା ଧରି ଏଠାକୁ ଦଉଡ଼ି ଆସି ନ ଥିଲେ? ଝିଅଟି ଗୃହିଣୀ ହୋଇଥିଲା, ଜନନୀ ହେବ ଓ ଅମୃତମୟ ପରିବାର ମଧ୍ୟରେ ଜୀବନର କାମନା ଚରିତାର୍ଥ କରିବ। ଆଉ ଏ ଡାକ୍ତରାଣୀ ନାରୀ ନା ଦାନବୀ? ଆମ ପିଲାଟା ମୃତ୍ୟୁ ଦୁଆରେ ପାଦ ଦେଇ ଆତ୍ମରକ୍ଷା ପାଇଁ ବିକଳ କ୍ରନ୍ଦନ କରୁଚି। ଏ ସେବିକା ହୋଇ ତା ହାତ ଧରି ମୃତ୍ୟୁ ମୁଖରୁ ଟାଣି ଆଣନ୍ତେ କଣ ନା, ଆମପରି ଲୋକେ ମରିବା ଭଲ ବୋଲି କହୁଚନ୍ତି! ଏଇଟା ଚିକିତ୍ସାଳୟ ନା କଂସେଇଖାନା! ଓଃ କାହିଁକି ଭଗବାନ ଆମକୁ ଏଠାକୁ ଆଣିଲ? ଆମେ କ'ଣ କରିବୁ? କି ସଭ୍ୟତା ସତେ ଆଜିକାଲି ଏ ଲୋକଙ୍କୁ ଅନ୍ଧ କରିଛି କେଜାଣି? ଚିକିତ୍ସା ତେବେ କିଣା ବିକାରେ ରହିଲାଣି। ଯିଏ ଯେତେ ଅଧିକ ମୂଲ୍ୟ ଦେବ, ତାର ସେବା ସେହି ପରିମାଣରେ ଭଲ ହେବ? ହେ ଭଗବାନ! ଭୋ ଭୋ ହୋଇ ବାପ ମା କାନ୍ଦି ପକାଇଲେ। ମା କାନିଟିକୁ ଟାଣିଦେଇ ଝିଅ କହିଲା—ବୋଉମ! ମୁଁ